ପ୍ରେମ ବିନା ଆଉ କିଏ ମାନବହୃଦୟରେ ଏପରି ବିକାର ଆଣି ପାରେ? ବାତ୍ୟା ବିନା ଆଉ କିଏ ଧୀର ସାଗର ଗର୍ଭକୁ ଉତ୍ତୁଙ୍ଗତରଙ୍ଗଭଙ୍ଗରେ ବିକ୍ଷୋଭିତ କରି ପାରେ? ଦାବାଗ୍ନି ଭିନ୍ନ ଆଉ କିଏ ସମଗ୍ର ଗିରିବନରେ ଘୋର ଅଶାନ୍ତି ଜନ୍ମାଇ ପାରେ? ବଜ୍ର ଛଡ଼ା ଆଉ କେହି ପର୍ବତ ବିଦାରଣ କରି ପାରିବ କି? ଜ୍ୱର ବିନା ଆଉ କାହିଁରେ ସର୍ବାଙ୍ଗରେ ତାପ ଉପୁଜିବ କି? ଥାଉ, ସେ କଥାରୁ ଆମ୍ଭଙ୍କୁ କଣ ମିଳିବ? ଦେଖୁ ଦେଖୁ ଗୃହକର୍ତ୍ତ୍ରୀ ସେ ପ୍ରକୋଷ୍ଠକୁ ଆସି ଅନ୍ୟମନସ୍କା କନ୍ୟାକୁ 'ଲିଲି' ବୋଲି ଗୋଟିଏ ଡାକ ଦେଲେ। ପରେ ଜଣାଗଲା, ବାଳିକାର ପୂରା ନାମ 'ଲୀଳାବତୀ'। ଓଳିତଳେ ପଡ଼ିଥିବା ଖଣ୍ଡିଏ ଚିଠିର ଲଫାପା ବା ଖାମକୁ ଦେଖି ବୁଝି ପାରିଲୁଁ ଯେ, ଏ ଘରର ମାଲିକ ରେଭରେଣ୍ଡ ଫିଲିପଚନ୍ଦ୍ର ରାଉତ। ଫିଲପ ବାବୁ ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକ। ସୁତରାଂ ଭୂମିବୃତ୍ତି କିଛି ନ ଥିଲେହେଁ ମିଶନାରୀ ବୃତ୍ତିରୁ କଟକରେ କଥଞ୍ଚିତ୍ କୁଟୁମ୍ୱ ପୋଷଣ କରନ୍ତି। ଏପ୍ରକାର ବୃତ୍ତି ଅନେକଙ୍କୁ ଆଜିଯାଏ ପୋଷଣ କରି ଆସୁଅଛି। ଖ୍ରୀଷ୍ଟାନଧର୍ମରେ ଦୀକ୍ଷିତ ହେଲେ ଏ ଗୋଟାଏ ବଡ଼ ସୁବିଧା! ଏପରି ଲୋଭନୀୟ ବସ୍ତୁର ମାୟା କିଏ ଏ ସଂସାରରେ ସହଜରେ ଏଡ଼ିପାରେ? ଛାଡ଼ ସେ କଥା ବର୍ତ୍ତମାନ 'ପ୍ରକୃତମନୁସରାମଃ'। ପଞ୍ଚମ ପରିଚ୍ଛେଦ କାଠଯୋଡ଼ୀବନ୍ଧ ସନ୍ଧ୍ୟା ମୋହନ ଆଜି ବଡ଼ ଚିନ୍ତାମଗ୍ନ। ଥରେ ଉର୍ଦ୍ଧ୍ୱମୁଖ, ଥରେ ଅଧୋମୁଖ। କେବେ ପଶ୍ଚିମର ଶୈଳପ୍ରାଚୀର ଉପରେ ଦୃଷ୍ଟି -କେବେ ଦୂରପ୍ରସାରି-ସୈକତଶୟନରେ କେବେ ଦକ୍ଷିଣର ତରୁଗୁଳ୍ମମୟ ଶ୍ୟାମଳ ପ୍ରଦେଶରେ କେବେ ଅସ୍ତରବିକରପାଟଳ ବାରୁଣୀଲଲାଟରେ କେବେ ପୁଣି ଦ୍ୱିତ୍ରନକ୍ଷତ୍ରମଣ୍ଡିତ ସ୍ୱଳ୍ପ ପ୍ରକାଶ ଆକାଶରେ ସେହି ଦୃଷ୍ଟି ପଡୁଅଛି। ଚାଲୁ ଚାଲୁ କେବେ ଚକ୍ଷୁ ଉନ୍ମୀଳିତ କେବେ ଅର୍ଦ୍ଧମୀଳିତ କେବେ ବା ନିମୀଳିତ। ମଧ୍ୟେ ମଧ୍ୟେ ଦୃଢ଼ତାବ୍ୟଞ୍ଜୀ ନୀରବ ତର୍ଜନୀ ଦର୍ଶନ! ଏକାକୀ ଯୁବକ ବସି ନଦୀ ବନ୍ଧେ କି ଭାବନା ଭାବୁଅଛି ନାନାଛନ୍ଦେ! ତୁମ୍ଭେ ଭାବୁଛ ପରା ସଂସାରରେ ସବୁ ସୁଖ ଅଛି। କେବଳ ସେଥିରେ ପ୍ରତିବନ୍ଧକ ଥିବାରୁ ଲୋକେ ଭୋଗ କରି ନ ପାରି ସବୁକାଳେ 'ସଂସାର ଦୁଃଖମୟ' ବୋଲି ହାହାକାର କରିଆସୁଅଛନ୍ତି। ମନର ଗତି ଯେଉଁଆଡ଼େ ହେଲା, ସେଥିରେ ଏଡ଼େ ବାଧା କାହିଁକି? ହେଲେ ଏସବୁ ପ୍ରତିବନ୍ଧକ ନଦୀସ୍ରୋତମୁଖରେ ସେତୁ ପରି ହେବା ଉଚିତ। ପ୍ରିୟ ପାଠକ ଅବଧାନ! ପାଦ୍ରି ସାହେବଙ୍କ କୋଠିରେ ସେହି ସରଳା ବାଳିକାଟିକୁ ଦେଖିଲା ଦିନୁ ମୋହନର ଏପରି ଭାବନା ଓ ପରିବର୍ତ୍ତନ କି? ପ୍ରେମର କି ଅଦ୍ଭୁତ ଶକ୍ତି! ସେହି ବୈଦ୍ୟୁତିକ ଶକ୍ତି ମୋହନର ଧମନୀରେ ପ୍ରବାହିତ ହୋଇ ତାହାର ପ୍ରତି ଅଙ୍ଗ ଉପାଙ୍ଗକୁ ତଡ଼ିତ୍ତରଳ କରିଦେଉଅଛି। ସେହିଦିନଠାରୁ ତାହାର ମନ ଚଞ୍ଚଳ ଆଉ ଅବ୍ୟବସ୍ଥିତ। କେତେବେଳେ ତାହାର ମନ ଲତାକୁଞ୍ଜରେ-ଗିରିପୁଞ୍ଜରେ, କେତେବେଳେ ତାରକାଗୁମ୍ପିତ ଅନ୍ତରୀକ୍ଷରେ ବା ତଣ୍ଡିପ୍ରସ୍ଥମଣ୍ଡିତ ନଦୀବକ୍ଷରେ। ଥରେ ସ୍ନିଗ୍ଧ ସୁଢଳ ଚନ୍ଦ୍ରମଣ୍ଡଳରେ ଥରେ ସରଳାର ଅମଳଗଣ୍ଡଫଳକରେ। କେବେ କୁମାରୀର ବିଶ୍ରାମସଦ୍ମରେ, କେବେ ବା ଜନକ-ଜନନୀଙ୍କ ପାଦପଦ୍ମରେ। କିନ୍ତୁ ଅଧିକାଂଶ ସମୟ ଲୀଳାବତୀର ମଧୁର ହାସ, ସରସଭାଷା ଓ ମିଳନ ଆଶାରେ। କେତେବେଳେ ଭାଳି ବସେ, ''ଆହା! କି ସୁନ୍ଦର ମଧୁର ଆଳାପ! କି ଶୁଭକ୍ଷଣରେ କଟକରେ ପଦାର୍ପଣ-ପଥରେ ପାଦ୍ରୀ ସାହେବଙ୍କ ଦର୍ଶନ ଇଂରାଜୀରେ ଉଚ୍ଚ ଶିକ୍ଷା ସଙ୍ଗେ ସଙ୍ଗେ ଏପରି ମଧୁର ପରିବର୍ତ୍ତନ। କିନ୍ତୁ ପିତା ମାତାଙ୍କ କଥା ଭାବିଲେ ହୃଦୟରେ ଅକାଳ ସନ୍ଧ୍ୟା ଉପସ୍ଥିତ ହେଉଅଛି! ଆଉ ସେ କଥା ମନକୁ ଆଣିବି ନାହିଁ ଆଉ ଗ୍ରାମକୁ ବାହୁଡ଼ିବି ନାହିଁ। ସେ ପଲ୍ଲୀମରୁରେ ମୋହର ଜୀବନବୃକ୍ଷ ଆଉ ଜୀବିତ ରହିପାରିବ ନାହିଁ। ଏକମାତ୍ର ପୁତ୍ର ବୋଲି ତାଙ୍କ ମନରେ ଦୁଃଖ ହୋଇପାରେ। ଏ ସଂସାରରେ ଏହିପରି କେତେ ତ ଦୁଃଖ ଭୋଗ କରୁଛନ୍ତି। ମହାତ୍ମାମାନେ ସଂସାରରେ ଏ ସବୁ ମୋହବନ୍ଧନ ପ୍ରତି ଭ୍ରୂକ୍ଷେପ କରନ୍ତି ନାହିଁ। ତେବେ ମୁଁ କିଆଁ ଏତେ ଚିନ୍ତିତ? ଏ ସଂସାରରେ ପିତାମାତା କି ପୁତ୍ରକନ୍ୟା କେହି କାହାରି ନୁହଁନ୍ତି। ସମସ୍ତେ ପରସ୍ପରକୁ ଘେନି ସ୍ୱାର୍ଥର ଖେଳ ଖେଳୁଅଛନ୍ତି। ଆପଣାର କାର୍ଯ୍ୟ ସାଧନଲାଗି ଜୀବର ସୃଷ୍ଟି। ମୁଁ ମୋହର ମାର୍ଗ ଦେଖିବି! ପିତା ମାତାଙ୍କୁ ଅନାଇ ଆଉ ଏ ମୋହର ସ୍ୱାଧୀନ ଉନ୍ମୁକ୍ତ ହୃଦୟକୁ ବୃଥା କଷ୍ଟ ଦେବି ନାହିଁ। ବର୍ତ୍ତମାନ ଲୀଳାବତୀର ଅମଳ ଧବଳ ପ୍ରତିବିମ୍ୱ ମୋହର ହୃଦୟ-ସରରେ ଖେଳୁଅଛି। ତାହାର ମୁଖର ମଧୁର ହାସ୍ୟ ଓ ମଧୁର ଭାଷା ମୋହର ଚକ୍ଷୁ କର୍ଣ୍ଣକୁ ତୃପ୍ତ କରିଅଛି।